ସେ ଚାଲିଗଲେ, ମୋ ଆଖିର ଲୁହ ନ ଶୁଖୁଣୁ ମୋ ପାଇଁ ପାତ୍ରୀ ବ୍ୟବସ୍ଥା କରାଗଲା। ମୁଁ ସ୍ପଷ୍ଟ କହିଦେଲି ଯେ, ବଜାରରୁ ଖରିଦ୍ ବିକ୍ରି ସୂତ୍ରରେ ଜିନିଷ ଆଣିବା ଦବା ଏ ନୁହେଁ। ବିବାହ ଥରେ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି କରାଯାଏ। ମୋର ଅନ୍ୟ ଭାଇ ଅଛନ୍ତି। ସେମାନେ ବିବାହ କରନ୍ତୁ। ପୂଜ୍ୟ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ଆଦି ତ ସ୍ତ୍ରୀ ବିୟୋଗ ପରେ ଆଉ ବିବାହ କରି ନାହାନ୍ତି, ଆଉ ମୁଁ କାହିଁକି? ମୁଁ ଘରଛାଡ଼ି ଚାଲି ଆସିଲି, ଏଠାରେ ପଢ଼ୁଚି ଟିଉସନ କରି। ଏଇ ଘଣ୍ଟାଟିଏ ଥିଲା ଆଜ୍ଞା ମୋ ପ୍ରାଣ। ମଫସଲ ଲୋକ ଆମେ। ମୋ ସ୍ତ୍ରୀଙ୍କର ଫଟୋଟି ମୁଁ ରଖି ପାରିଲି ନାହିଁ। ଏଇ ୱାଚଟି ମୋ ହାତରେ ଥିଲେ ତାର ଗୋଲ ସୁନ୍ଦରିଆ ମୁହଁଟି ମୋ ଆଗରେ ଝଲସି ଉଠେ ଆଜ୍ଞା! ଘଣ୍ଟାଟା ଗଲାନି ଯେ ମୋର ପିଣ୍ଡରୁ ଆତ୍ମାଟା ଟାଣି ଉପାଡ଼ି ନିଆଗଲା। ଏହାର ପାର୍ଥିବ ମୂଲ୍ୟ ସାମାନ୍ୟ ହୋଇପାରେ; ମାତ୍ର ମୋ ଜୀବନ ପାଇଁ ଏହା ଥିଲା ଏକ ସ୍ମୃତିର ତାଜମହଲ। ଦେବରାଜ ବାବୁ ଏତିକି ଶ୍ରବଣ କରି ବଡ଼ ଦୁଃଖିତ ହେଲେ। କହିଲେ-ଆରେ ବାବୁ, ଆମେ ଏମିତି ବହୁତ ଘଟଣା ଶୁଣିଚୁ। ଯେତେ ଦିନଯାଏ ଆମ ଗାଁ ଗଣ୍ଡାର ଝିଅ ବୋହୂମାନେ ଗୁଡ଼େ ପଣ୍ୟ ବସ୍ତୁ ପରି ବ୍ୟବହୃତ ହେଉଥିବେ, ଆଉ ଏ ଧୋକାବାଜ ସମାଜ ଯେତେବେଳେ ଯାଏ ମଣିଷ ମଣିଷ ଭିତରେ ସମ୍ବନ୍ଧ ସ୍ଥାପନକୁ ଏକ ବ୍ୟବସାୟ ଭିତ୍ତିକ ଅନୁଷ୍ଠାନ ମନେ କରୁଥିବ, ସେତେବେଳଯାଏ ବୈବାହିକ ଜୀବନର ନିର୍ମଳତା ଓ ପବିତ୍ରତା କାହୁଁ ଆସିବ? ତୁମରି ପରି ଯୁବକମାନଙ୍କର ଏହିପରି ବଳିଷ୍ଠ ପଦକ୍ଷେପ ବାସ୍ତବିକ ସମାଜକୁ ଉପଯୁକ୍ତ ପନ୍ଥା ଦର୍ଶାଇବ। କଥାର ମୋଡ଼ ବଦଳାଇ ସେ ପୁଣି କହିଲେ-ଆଜ୍ଞା ବର୍ତ୍ତମାନ କୁହନ୍ତୁ, ଆପଣଙ୍କ ନିକଟକୁ କିଏ କିଏ ଆସିଥିଲେ? ରୂପକ ଉତ୍ତର ଦେଲେ-ଆଜ୍ଞା କେହି ଆସି ନ ଥିଲେ। ଦେବରାଜ ବାବୁ ପଚାରିଲେ-ଘର ଦୁଆର, ଝରକା? ବନ୍ଦ ଥିଲା-ଉତ୍ତର ଦେଲେ ରୂପକ। ଦେବରାଜ ବାବୁ ଆଶ୍ଚର୍ଯ୍ୟ ହେଇ ପଚାରିଥିଲେ-ତେବେ କ'ଣ ଘଣ୍ଟାଟିର ପକ୍ଷୀ ଥିଲା, ସେ ଉଡ଼ିଗଲା? ନିଶ୍ଚୟ କେହି ହେଲେ ଜଣେ ବ୍ୟକ୍ତି ଆସିଥିବେ। ରୂପକ କହିଲା-ଆଜ୍ଞା ଯିଏ ଆସିଥିଲେ, ସେ ଉତ୍କଳର ଜଣେ ବରପୁତ୍ର, ସ୍ୱନାମଧନ୍ୟ କବି। ତାଙ୍କ ସହ ଘଣ୍ଟା ଅପହରଣର ସମ୍ବନ୍ଧ ସ୍ଥାପିତ ହୋଇ ନ ପାରେ। ଦେବରାଜ ବାବୁ କୌଶଳ କ୍ରମେ କବିଙ୍କର ନାମ ବୁଝି ତାଙ୍କୁ ଡକାଇ ଆଣିଲେ। ରୂପକଙ୍କୁ ଫେରାଇ ଦେଇଥିଲେ ଓ ତହିଁଆର ଦିନ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ରୂପକ ସେ ରାତିଟି ଖଟ ଉପରେ ଛଟପଟ ହୋଇ ନ ଶୋଇ କେବଳ ପଡ଼ି ରହିଲେ। ଗୋଟିଏ ଭାବନା-ହେ ଭଗବାନ! ମୋର ସତୀ ସାଧ୍ୱୀ ସୁନ୍ଦରୀ, ଗୁଣବତୀ ସ୍ତ୍ରୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରି ପାରିଲି ନାହିଁ। ଯେଉଁ ଛାର ଘଣ୍ଟାଟି ପାଇଁ ଦିଓଟି ମହାନ ଜୀବନଦୀପ ନିର୍ବାପିତ ହେଲା, ତାହା ଥିଲା ମୋ ପାଇଁ ଅତି ମୂଲ୍ୟବାନ। ଅଥଚ ମୁଁ ପାପିଷ୍ଠ ସେ ଘଣ୍ଟାଟିକୁ ରଖି ପାରିଲି ନାହିଁ। ସତେ। ସ୍ୱର୍ଗପୁରରେ ଥାଇ ମୋର ଧର୍ମପତ୍ନୀ ଓ ତାଙ୍କର ଭାଇ କଅଣ ଭାବୁ ନ ଥିବେ? କହୁଥିବେ କ'ଣ ରଖି ପାରିଲ? ଆମକୁ ବିଦାୟ ନେବାକୁ ହେଲା ଯେଉଁ ସାମାନ୍ୟତମ ପଦାର୍ଥଟି ପାଇଁ, ତାକୁ ରଖି ପାରିଲ? ଜୀବନ ପ୍ରତି ରୂପକଙ୍କର ବଡ଼ ବିଶ୍ରଦ୍ଧା ଜନ୍ମିଲା। ସେ ନିର୍ଦ୍ଦିଷ୍ଟ ସମୟରେ